କଳିଙ୍ଗ ସ୍ଥାପତ୍ୟ କଳା ଅଧୁନାତନ ଓଡ଼ିଶା ଓ ଆନ୍ଧ୍ରର ଉତ୍ତରରେ ବ୍ୟାପିଥିବା କଳିଙ୍ଗରେ ଜନ୍ମ ନେଇଥିବା ଏକ ପୁରାତନ ସ୍ଥାପତ୍ୟ କଳା। ଏହି ସ୍ଥାପତ୍ୟ କଳାରେ ନିର୍ମିତ ଦେଉଳ ମୁଖ୍ୟତଃ ରେଖ ପୀଢ଼ ଓ ଖାକରା ଶୈଳୀର ହୋଇଥାଏ। ରେଖ ଓ ପୀଢ଼ ଶୈଳୀର ମନ୍ଦିର ବିଷ୍ଣୁ ଶିବ ଓ ସୂର୍ଯ୍ୟ ମନ୍ଦିର ହୋଇଥିବା ବେଳେ ଖାକରା ବା ବଇତାଳ ଶୈଳୀର ମନ୍ଦିର ଚାମୁଣ୍ଡା ଭୈରବୀ ଓ ଦୁର୍ଗା ଉପାସନା ପୀଠ ହୋଇଥାଏ। ରେଖ ଓ ଖାକରା ଦେଉଳ ମନ୍ଦିରର ମୁଖ୍ୟ ଉପାସନା ସ୍ଥଳ ହୋଇଥିବା ବେଳେ ପୀଢ଼ ଦେଉଳ ନାଟ୍ୟ ଓ ଭୋଗ ନୈବେଦ୍ୟ ନିମନ୍ତେ ଗଢ଼ାହୋଇଥାଏ। କଳିଙ୍ଗରେ ପୁରାତନ ଶାକ୍ତ ଶୈବ ତାନ୍ତ୍ରିକ ବୈଷ୍ଣବ ଓ ସୌର ଉପାସନା କାଳରେ ବିଭିନ୍ନ ମୂର୍ତ୍ତିକଳା ପୌରାଣିକ ଯୁଗରେ ପ୍ରଚଳିତ ଥିଲା।ମନ୍ଦିର ନିର୍ମାଣ କାର୍ଯ୍ୟକୁ ସୁଚାରୁ ରୂପେ ନିର୍ବାହ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ କର୍ମକର୍ତ୍ତାଙ୍କ ପଦବିଭାଜନ ହେବା ନିହାତି ଜରୁରୀ ବୋଲି ଶାସ୍ତ୍ରରେ କୁହାଯାଇଛି। ନିର୍ଦ୍ଦିଷ୍ଟ ଶ୍ରେଣୀର ଲୋକେ ଆଦେଶ ଦେବେ କେତେକ ପଥର କାମ କରିବେ କେତେ ଜଣ ଖୋଳାଖୋଳି କରିବେ ତ କିଏ କାଠ କାମ କରିବେ। ଏହିପରି ମନ୍ଦିର ନିର୍ମାଣ ପ୍ରଣାଳୀରେ ନ୍ୟସ୍ତ ଥିବା କେତେକ ପ୍ରମୁଖ ପଦାଧିକାରୀଙ୍କ ମଧ୍ୟରେ କର୍ତ୍ତା ମୁଖ୍ୟତଃ ରାଜ୍ୟର ରାଜା ହୁଅନ୍ତି। ତାଙ୍କ ନିର୍ଦ୍ଦେଶକ୍ରମେ ରାଜକୋଷରୁ ମନ୍ଦିର ନିର୍ମାଣ କରିବା ପାଇଁ ଧନ ବରାଦ କରାଯାଏ। ତେଣୁ ଧାର୍ମିକ ସ୍ଥଳ ହେଲେ ମଧ୍ୟ ଅନେକ ସମୟରେ ମନ୍ଦିର କାନ୍ଥ ଇତ୍ୟାଦିରେ ରାଜାଙ୍କ ଗୁଣଗାନ ରାଜାଙ୍କ ମହିମା ବର୍ଣ୍ଣନା ରାଜନୈତିକ ବିଷୟବସ୍ତୁ ତଥା ସେହି ସମୟର ସମାଜ ଓ ସଂସ୍କୃତି ସମ୍ପର୍କିତ ବିଷୟାଦି ସ୍ଥାନ ପାଇଥାନ୍ତି।ଶିଳ୍ପଶାସ୍ତ୍ର ବାସ୍ତୁଶାସ୍ତ୍ର ଧର୍ମଶାସ୍ତ୍ର ଅଗ୍ନି ପୁରାଣ ଓ ଗାଣିତିକ ସଂଖ୍ୟାନ ଇତ୍ୟାଦି ବିଷୟରେ ନିପୁଣ ତଥା ଅନୁଭବୀ ବ୍ୟକ୍ତିଙ୍କୁ ମୁଖ୍ୟ ସ୍ଥପତି ଭାବେ ନିଯୁକ୍ତ କରାଯାଉଥିଲା। ମୁଖ୍ୟ ସ୍ଥପତି ଜ୍ଞାନୀ ହେବା ସହିତ ଧର୍ମନିଷ୍ଠ ହେବା ନିତାନ୍ତ ଜରୁରୀ। କର୍ତ୍ତାଙ୍କ କଳ୍ପନା ଓ ସ୍ୱପ୍ନରେ ଦେଖାଯାଇଥିବା ଦୃଶ୍ୟ ମୁଖ୍ୟ ସ୍ଥପତିଙ୍କ ଦ୍ୱାରା ଏକ ବାସ୍ତବ ଓ ଦୃଶ୍ୟମାନ ନକ୍ସାରେ ପରିଣତ ହୁଏ। ସ୍ଥପତିଙ୍କ ନକ୍ସାକୁ ସୂତ୍ରଗ୍ରାହୀ ଏକ ଜ୍ୟାମିତିକ ଶରୀର ବା ରୂପ ପ୍ରଦାନ କରନ୍ତି। ପ୍ରାୟତଃ ମୁଖ୍ୟ ସ୍ଥପତିଙ୍କ ବଂଶଜମାନଙ୍କୁ ସୂତ୍ରଗ୍ରାହୀର ଭୂମିକାରେ ଦେଖିବାକୁ ମିଳୁଥିଲା। ମୁଖ୍ୟ ସ୍ଥପତିଙ୍କ ପରି ଏମାନେ ମଧ୍ୟ ଅନେକ ବିଷୟରେ ଜ୍ଞାନ ଆହରଣ କରିବା ଜରୁରୀ ଥିଲା। ପଥରର ବିନ୍ୟାସ କରିପାରୁଥିବା ମିସ୍ତ୍ରୀ ତକ୍ଷକ ଓ ପ୍ରସ୍ତର ଶିଳ୍ପୀମାନଙ୍କୁ ବିନ୍ଧାଣୀ ଉପାଧି ଦିଆଯାଉଥିଲା। ଏହିମାନଙ୍କ କୁଶଳୀ ହାତର ସ୍ପର୍ଶରେ ନିର୍ଜୀବ ନୀରସ ପ୍ରସ୍ତର ଜୀବନ୍ତ ହୋଇ ଗୀତ ଗାଉଥିଲା ଓ ଆଜି ପର୍ଯ୍ୟନ୍ତ ଆମମାନଙ୍କୁ ବିସ୍ମିତ କରୁଅଛି।ଏପରି କିଛି ମୁଖ୍ୟ ଶ୍ରେଣୀର ପଦାଧିକାରୀଙ୍କ ସହିତ ଆହୁରି ଅନେକ କାରିଗର ବଢ଼େଇ ମାହୁନ୍ତ ଓ ଶ୍ରମିକ ମନ୍ଦିର ନିର୍ମାଣ କାମରେ ଯୋଗ ଦେଉଥିଲେ। ମୁଖ୍ୟତଃ କେତେକ ନିର୍ଦ୍ଦିଷ୍ଟ ଶ୍ରେଣୀର ଉତ୍କୃଷ୍ଟ ପଥର କଳିଙ୍ଗର ଦେଉଳ ନିର୍ମାଣ ପାଇଁ ବିଚାରକୁ ନିଆଯାଉଥିଲା। ଶିଳ୍ପ ଚନ୍ଦ୍ରିକା ପ୍ରାଚୀନ ନିର୍ମାଣ ସମ୍ବନ୍ଧୀୟ ଏକ ଗ୍ରନ୍ଥ ଯେଉଁଥିରେ ନିର୍ଦ୍ଦିଷ୍ଟ ସାତ ପ୍ରକାରର ପଥରର ବ୍ୟବହାର ବିଷୟରେ ବର୍ଣ୍ଣନା କରାଯାଇଛି। ଇଟା ଦ୍ୱାରା ମନ୍ଦିର ନିର୍ମାଣ କଳିଙ୍ଗରେ ବିରଳ ଏବଂ ଏଠାରେ ଅଧିକାଂଶ ମନ୍ଦିର ପଥର ଦ୍ୱାରା ହିଁ ନିର୍ମିତ।ସ୍ଥାନ ନିରୂପଣ ସମୟରେ ମୃତ୍ତିକାର ପ୍ରକାର ଜମିର ଆକାର ପଥର ସହଜରେ ମିଳିବା ସୁବିଧା ଜଳାଶୟ ଓ ଭୂତଳ ଜଳସ୍ତର ଇତ୍ୟାଦି ସବୁ ବିଚାରକୁ ନିଆଯାଉଥିଲା। ମାଟିର ରଙ୍ଗ ଘନତ୍ୱ ସାନ୍ଦ୍ରତା ମିଶ୍ରଣ ଆର୍ଦ୍ରତା ମୃତ୍ତିକା ସ୍ତର ମଧ୍ୟରେ ଥିବା ପ୍ରଭେଦ ତଥା ଭାରସହନ କ୍ଷମତା ଆଧାରରେ ଆୟତାକାର ବର୍ଗାକାର ବୃତ୍ତାକାର ବା ଦୀର୍ଘବୃତ୍ତାକାର ଭୂମି ଚିହ୍ନଟ କରି ଅଧିଗ୍ରହଣ କରାଯାଉଥିଲା। ଶିଳ୍ପଶାସ୍ତ୍ରରେ ଏହି ପ୍ରାଚୀନ ପଦ୍ଧତି ବିଷୟରେ ବିସ୍ତୃତ ଉଲ୍ଲେଖ ରହିଛି ଯାହା ମାଧ୍ୟମରେ ମନ୍ଦିର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କେଉଁ ପବିତ୍ର ଦିଗରୁ କରାଯିବ ତାହା ସଠିକ୍ ଭାବେ ସ୍ଥିର କରାଯାଉଥିଲା।